କୋଠରୀ ଭିତରେ ବବିତା ଦ୍ୱାର ଆଡ଼କୁ ପଛ କରି ଛିଡ଼ାହୋଇ କାନ୍ଦୁଛି। ଦେବକାନ୍ତ ବଡ଼ ପାଟିରେ ଡାକି କହିଲେ ବବିତା ମୁଁ ଆସିଛି-। ସେତେବେଳକୁ ସବୁ ଶେଷହୋଇ ଯାଇଥାଏ। ତାଙ୍କ ଝିଅ ଶୁଭ୍ରାର ଦେହରୁ ଜୀବନ ବାହାରି କେତେବେଳୁ ଚାଲିଯାଇଥାଏ ଦେହଟିକୁ ନିଥର କରି। ଦେବକାନ୍ତକୁ ଦେଖି ବବିତା କାନ୍ଦିଉଠିଲା କଇଁ କଇଁ ହୋଇ ନିଃସନ୍ତାନ ହାତ ତାଙ୍କର। ଦୋଷଯୁକ୍ତ ସନ୍ତାନରେଖା ଯାହାର ସନ୍ତାନ ହେଲେବି ବଞ୍ଚିବେ କିପରି? ବାହାରେ ଡାକ୍ତର ଠିଆ ହୋଇଥାନ୍ତି। ତାଙ୍କର ଧୈର୍ଯ୍ୟ ନ ଥାଏ। ହତଭାଗ୍ୟ ପିତାମାନଙ୍କର ଦୁଃଖ ନିଜ ଆଖିରେ ଦେଖିବାକୁ। ସେ ଶୁଣୁଥାନ୍ତି ଦେବକାନ୍ତ ବଡ଼ ପାଟିରେ ଡାକି କହୁଥାନ୍ତି ଡକ୍ଟର ମୋ ଝିଅକୁ ବଞ୍ଚାଅ, ମୋ ଝିଅକୁ ବଞ୍ଚାଅ। ଦଣ୍ଡକାରଣ୍ୟ ଭ୍ରମଣ ଉଦ୍ଦେଶ୍ୟରେ ନିର୍ଗତ ହୋଇଛନ୍ତି ମହାରାଜ ଦଣ୍ଡକ। ରାଜଧାନୀ ମଧୁମନ୍ତ୍ରର ଚତୁର୍ଦ୍ଦିଗରେ ମୁଖରିତ ହେଉଛି ତାଙ୍କର ସ୍ତୁତିଗାନ, ଇକ୍ଷ୍ୱାକୁଙ୍କର କନିଷ୍ଠ ପୁତ୍ର ସେ। ତାଙ୍କର ପିତାମହ ମହାରାଜ ମନୁ। ସେ ଯେଉଁଭଳି ଜିତେନ୍ଦ୍ରିୟ ସେହିଭଳି ବୀର। ତାଙ୍କର ଅମିତ ଶକ୍ତି ପ୍ରଦର୍ଶନ କରି ଶତୃଗଣ ଭୀତତ୍ରସ୍ତ। ତାଙ୍କର ଧର୍ମନିଷ୍ଠା ଦେଖି ଋଷିମାନେ ସନ୍ତୁଷ୍ଟ। ଅଲଭ୍ୟ ବୋଲି କୌଣସି ଦ୍ରବ୍ୟ ତାଙ୍କ ପାଖରେ ନାହିଁ। କିନ୍ତୁ ସେ ଚାହାନ୍ତି ନାହିଁ ନିଜର ଆତ୍ମସୁଖ ପାଇଁ କିଛି। ବିବାହର ସମୟ ତାଙ୍କର କେବେଠାରୁ ଆସିଯାଇଥିଲେ ମଧ୍ୟ ସେ ବିବାହ ପାଇଁ ପ୍ରସ୍ତୁତ ନୁହନ୍ତି। ପିତା ଇକ୍ଷ୍ୱାକୁଙ୍କ ଶତସଂଖ୍ୟକ ପୁତ୍ରଙ୍କ ମଧ୍ୟରୁ ସେ କନିଷ୍ଠ। ବାଲ୍ୟ କାଳରେ ଅତିଶୟ ମୂର୍ଖ ଏବଂ ବିଦ୍ୟାହୀନ ଥିଲେ ବୋଲି ପିତା ତାଙ୍କ ନାମ ରଖିଛନ୍ତି ଦଣ୍ଡକ। ପିତାଙ୍କର ଧାରଣା ତାଙ୍କର ସମସ୍ତ ସୁନାମକୁ ସେ ହିଁ ବିପଦ ଗ୍ରସ୍ତ କରିବ। ସେଥିପାଇଁ ବିନ୍ଧ୍ୟାଚଳ ଓ ଶୈବାଳ ପର୍ବତ ମଧ୍ୟବର୍ତ୍ତୀ ରାଜ୍ୟ ତାଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟର ଶାସନଭାର ଗ୍ରହଣ କରି ବିଦ୍ୟାହୀନ ଦଣ୍ଡକ ବିଦ୍ୟାକୁ ଆଦର କରିଛନ୍ତି। ସେ କେବେ ଭୁଲିନାହାନ୍ତି ଋଷିମୁନିମାନଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରି ତାଙ୍କର ଆଶିଷ ଗ୍ରହଣ। କରିବାକୁ। ପ୍ରତିଦିନ ରାଜ୍ୟ ଶାସନରେ ତାଙ୍କୁ ସାହାଯ୍ୟ କରିବାକୁ ବହୁ ପଣ୍ଡିତ ତାଙ୍କ ରାଜସଭା ମଣ୍ଡନ କରିଥାଆନ୍ତି। ଅନ୍ୟାୟ ଅନୀତି ବିରୁଦ୍ଧରେ ତାଙ୍କର ଦଣ୍ଡ ଯେଉଁଭଳି ଅନୀତି ଗ୍ରସ୍ଥଙ୍କୁ ଭୀତତ୍ରସ୍ତ କରେ ସେହିଭଳି ନୀତିବାନ୍ ବିପଦଗ୍ରସ୍ଥ ବ୍ୟକ୍ତି ତାଙ୍କର ଦ୍ୱାରସ୍ଥ ହୋଇ ଉପଯୁକ୍ତ ଆଦର ପାଇଥାନ୍ତି। ଉତ୍ତମ ବ୍ରତାଚାରୀ 'ଉଶନସ' ଯାହାଙ୍କର ପୁରୋହିତ ସେ ମୂର୍ଖ ଅପଣ୍ଡିତ ବୋଲି କିଏ ବା କହିବ। ରାଜା ଦଣ୍ଡକ ନିଜର ପୁରୋହିତଙ୍କ ସହିତ ସେହି ପ୍ରହୃଷ୍ଟ ପ୍ରଜାଜନ ପରିପୂର୍ଣ୍ଣ ରାଜ୍ୟକୁ, ଇନ୍ଦ୍ର ଦେବଲୋକକୁ ଶାସନ କଲାପରି ଶାସନ କରି ଆସିଛନ୍ତି। ରାଜ୍ୟର ଦରିଦ୍ରଠାରୁ ଧନୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜା ଦଣ୍ଡକଙ୍କ ଶାସନରେ ସନ୍ତୁଷ୍ଟ। ଏଥିପାଇଁ ରାଜ୍ୟ ବାହାରର କୌଣସି ବଳବାନ ଶତ୍ରୁ ତାଙ୍କ ରାଜ୍ୟକୁ ଆକ୍ରମଣ କରିବାକୁ ସାହସ କରେ ନାହିଁ। କେତେ ମଧୁମାସ ବିତିଯାଇଛି। ମହାରାଜ ଦଣ୍ଡ ସର୍ବଦା ନିଜକୁ ରାଜ୍ୟର ଜଣେ ଉପଯୁକ୍ତ ଶାସକ ଭାବରେ ନିୟୋଜିତ କରି କେବେ ଅନୁଭବ କରିନାହାନ୍ତି ତାଙ୍କ ଯୁବୋଚିତ ଅଙ୍ଗପ୍ରତ୍ୟଙ୍ଗର ଯୌବନର ତଡ଼ିତ୍। ମଧୁମାସ ତାଙ୍କ ଯୌବନର ଦ୍ୱାରଦେଶରେ କେତେଥର ଗୁଞ୍ଜରଣ ତୋଳି ଡାକିଛି, ହେ ବୀର! ହେ ଯୁବକଶ୍ରେଷ୍ଠ ଦ୍ୱାର ଖୋଲ। କିନ୍ତୁ ଦ୍ୱାର ଖୋଲିବାକୁ ସମୟ ନାହିଁ ମହାରାଜ ଦଣ୍ଡଙ୍କୁ। ରାଜ୍ୟର ବହୁ କାର୍ଯ୍ୟ ବାକିପଡ଼ିଛି-ମଧୁମାସର ପୁଷ୍ପିତ ଯୌବନ ଲତାକୁ ଦେଖିବାପାଇଁ ସମୟ ନାହିଁ ତାଙ୍କର। ତାଙ୍କ ଅସାବଧାନରେ ବେଳେବେଳେ ମଦୁଆ ନିଶା ତାଙ୍କୁ ସ୍ପର୍ଶ କରି ତାଙ୍କ ମନକୁ